ପୋଲିସ ଅଭିଯୋଗ କଲେ ଯେ ଏଜେଣ୍ଟଙ୍କ ପାଖରେ ଲକ୍ଷାଧିକ ଟଙ୍କା ଥିବାରୁ ହୋଟେଲ ମାଲିକ ବିଷ ଦେଇ ତାଙ୍କୁ ହତ୍ୟା... କରିଛନ୍ତି ଓ ତାଙ୍କ ଥିବା ଲକ୍ଷାଧିକ ଟଙ୍କା ମଧ୍ୟ ମାରି ନେଇଛନ୍ତି। କାଳ ବିଳମ୍ବ ନ କରି ପୋଲିସ ହୋଟେଲ ଘେରାଉ କରି, ମାଲିକର ଟ୍ରେଜେରୀରୁ ଲକ୍ଷ ଲକ୍ଷ ଟଙ୍କା ଜବତ୍ କରିଛନ୍ତି। ବିଶ୍ୱାସ କରା ଯାଉଛି ଯେ—ହୋଟେଲ୍ ମାଲିକ ଏପରି ଅନେକ ହତ୍ୟା କେସ୍ରେ ଜଡ଼ିତ। ସ୍ତମ୍ଭୀଭୂତ ହୋଇ ଶାନ୍ତନୁଙ୍କ ମୁହକୁ ଚାହିଁ ରହିଥିଲା ହେମକାନ୍ତ...। ପୁଣି ଆରମ୍ଭ କଲେ ଶାନ୍ତନୁ... କୋର୍ଟକୁ କେସ୍ ଯିବାପରେ ମୋ ମନରେ କାହିଁକି ସନ୍ଦେହ ଜାତ ହେଲା। ସ୍ୱତଃପ୍ରବୃତ୍ତ ହୋଇ ମୁଁ ହୋଟେଲ ମାଲିକଙ୍କ ସପକ୍ଷରେ କେସ୍ ଲଢ଼ିବାକୁ ଆଗଭର ହେଲି। କେସ୍ ଚାଲିଲା। ହୋଟେଲ ମାଲିକ କହନ୍ତି ଯେ—ଏ ହତ୍ୟା ସମ୍ପର୍କରେ ସେ କିଛି ଜାଣନ୍ତି ନାହିଁ। କମ୍ପି ଉଠି ହେମକାନ୍ତ କହିଲା—ନାଁ... ନାଁ ଏହା ହୋଇ ନ ପାରେ। ଖରାପ ଲୋକ ହିଁ ସଂଖ୍ୟାଧିକ ଖରାପ କାମ କରି ତା'ର ପାପର ସୀମାକୁ ବଢ଼ାଇ ଦିଏ। ଆପଣ ହୋଟେଲ ମାଲିକକୁ ସାହାର୍ଯ୍ୟ କରି ଭୁଲ୍ କରିଛନ୍ତି। ସଙ୍ଗେ ସଙ୍ଗେ ଆପଣ ସେ କେସ୍ରୁ ଦୂରେଇ ରହିବା ଉଚିତ। ଆହୁରି ପ୍ରବଳ ଭାବରେ ହସିଲେ ଶାନ୍ତନୁ କହିଲା— ମୁଁ କେବଳ ଏଇଥିପାଇଁ ହିଁ ଆପଣଙ୍କୁ ଡ଼କାଇ ପଠାଇ ଥିଲି। ବର୍ତ୍ତମାନର ଯୁଗରେ ମଣିଷ ଏତେ ଓପର ଠାଉରିଆ ହୋଇଯାଇଛି ଯେ ଭିତରକୁ ପ୍ରବେଶ କରିବା ତା' ନିକଟରେ ସମ୍ଭବ ହେଉନାହିଁ। ଖବରକାଗଜର ଜ୍ଞାନ ନେଇ ଆମେ ମଣିଷ। ଓଡ଼ିଶାର ସି. ବି. ଆଇ ରିପୋର୍ଟ ଭଳି ଗାଳିଟାକୁ ଆମେ ଯେତେ ଶୀଘ୍ର ସତ ବୋଲି ବିଚାର କରି ନେଉ... ଭଲ ଗୁଣଟାକୁ ସେତେ ଶୀଘ୍ର ଗ୍ରହଣ କରିପାରୁ ନାହୁଁ। ତେଣୁ ନାନା ଅସୁବିଧା ଆମ ଆଖି ଆଗରେ ଦେଖା ଦେଇଥାଏ। କଥାରେ ବାଧା ଦେଇ ହେମକାନ୍ତ କହିଲ କିନ୍ତୁ ହୋଟେଲ ମାଲିକ ଯେ ଜଣେ ମଦ ବ୍ୟବସାୟୀ... ଅର୍ଥଖୋର ମଣିଷ। ନରମ ଭାବରେ ଶାନ୍ତନୁ କହିଲେ ହଁ ସେ କଥା ଠିକ୍। କିନ୍ତୁ ଜଗତର ସବୁ ମଦଖିଆ ବା ମଦ ବିକା ମଣିଷ ଖରାପ ନୁହଁନ୍ତି। ମଦଖିଆ ଏକ ଅଭ୍ୟାସ ପା ମାତ୍ର। ମଦ ବିକା ଏକ ବ୍ୟବସାୟ ମାତ୍ର। ଏଥର ଆଉ ଟିକେ ଆଶ୍ଚର୍ଯ୍ୟ ହୋଇ ହେମକାନ୍ତ କହିଲା—ତା'ମାନେ ଆପଣ କହୁଛନ୍ତି ହୋଟେଲ ମାଲିକ ନିର୍ଦ୍ଦୋଷ? ନିର୍ବିକାର ଭାବରେ ହେମକାନ୍ତଙ୍କୁ ଚାହିଁ ଶାନ୍ତନୁ କହିଲେ—ନାଁ... ସେ କଥା ମୁଁ କହି ପାରୁନାହିଁ। କିନ୍ତୁ ପରେ ଜଣାପଡ଼ିଛି ଯେ ମୃତ ହୋଟେଲ ଅତିଥି ନିର୍ମମ ଘୋଷ ଚାହା ଏଜେଣ୍ଟ ନୁହଁନ୍ତି, ସେ ଜଣେ ପାକସ୍ଥାନୀ ଗୁପ୍ତଚର। ତାଙ୍କ ଅସଲ ନାମ ହେଉଛି ଅହମଦ୍ ବକ୍ସି। କଟକ ସହରର ନକ୍ସା କରି ଓ ଛୋଟ ଛୋଟ କଳ କାରଖାନାର ନକ୍ସା କରି ସେ ପାକିସ୍ଥାନକୁ ପଠାଉଥିଲେ। ଏହା ପୂର୍ବରୁ ସେ ରାଉରକେଲା କମ୍ପାନୀର ନକ୍ସା ମଧ୍ୟ ପଠାଇ ଦେଇଥିଲେ। ଏପରି ଅନେକ ନକ୍ସା ଓ ଚିଠିପତ୍ର ତାଙ୍କ ଛୋଟ ସୁଟ୍କେଶରେ ପରେ ଆବିଷ୍କୃତ ହୋଇଛି। ପୋଲିସ୍ଏ ଖବର ପାଇବା ପରେ ବର୍ତ୍ତମାନ ମହାଦ୍ୱନ୍ଦରେ ପଡ଼ିଛନ୍ତି। ତା'ହେଲେ କୁହନ୍ତି.. ହୋଟେଲ ମାଲିକଙ୍କୁ ଦଣ୍ଡ ଦିଆଯିବ ଉଚିତ କି ନୁହେଁ। ଏଥର ଦୀର୍ଘନିଃଶ୍ୱାସ ଟାଣି ହେମକାନ୍ତ କହିଲା—ନାଁ... ନାଁ... ଓଲଟି ହୋଟେଲ ମାଲିକ ଆମ ଦେଶର ପରମ ବନ୍ଧୁ। ଏପରି ଜଣେ ଦେଶଦ୍ରୋହୀଙ୍କୁ ହତ୍ୟା କରି ସେ ଦେଶର ପରମ ଉପକାର କରିଛନ୍ତି। ପୁନର୍ବାର ହସିଲେ ଶାନ୍ତୁନୁ... ମୁହଁ ବିକୃତ କରି କହିଲେ ଆପଣଙ୍କର ନରମ ବୟସ ଯାଇନି ହେମକାନ୍ତ ବାବୁ। ସେ ବୟସ ନ ଗଲେ କୌଣସ ବିଷୟରେ ଚିନ୍ତା କରିବା ଅସମ୍ଭବ। ରଙ୍ଗମହଲର ହୋଟେଲ ମାଲିକ ମାତ୍ର ଜଣେ ଅର୍ଥଲୋଭୀ ବ୍ୟବସାୟୀ। ତାଙ୍କୁ ଅଜସ୍ର ଟଙ୍କା ଦେଇଥିଲେ ସେ ନିଜେ ମଧ୍ୟ ଏମିତି ଶହ ଶହ ନକ୍ସା ତିଆରି କରି ପା ପ୍ରାୟ ପାକିସ୍ଥାନକୁ ଯୋଗାଇ ଦେଇଥାନ୍ତେ। ହେଲେ ଅହମଦ୍ ନକ୍ସାକୁ ହତ୍ୟା କରିବା ମୂଳରେ ତାଙ୍କର କି ସ୍ୱାର୍ଥ ଥାଇପାରେ? ନିର୍ବେଦ ଭଳି ବସିରହି ହେମକାନ୍ତ କହିଲା ତା'ହେଲେ... ଆପଣ କୋହୁଛନ୍ତି... ପ୍ରତିବାଦ କଲେ ଶାନ୍ତନୁ... ନା... ମୁଁ କିଛି କୋହୁନାହିଁ। ବିଚାର ଉପରେ ହିଁ କହିବା। ନିର୍ଭର କରେ। ଏଥର କେବଳ ବୋକାଙ୍କ ଭଳି ବସିରହିଲା ହେମକାନ୍ତ। ଶାନ୍ତନୁ କହିଲେ ଆଶ୍ଚର୍ଯ୍ୟ ହୁଅନ୍ତୁ ନି ହେମକାନ୍ତୁ ବାବୁ।